ସବୁଠାରୁ ଗୋପନତମ ଚିନ୍ତା ଗୋପନ ତମ ବ୍ୟଥା ଏ ସଂସାର ସତକୁ ସତ ହିଁ ଧୋକାର ତାଟି କେହି ଏଠି କାହାର ନୁହେଁ ସ୍ୱାମୀଠାରୁ, ସ୍ୱାମୀର ବିଭତ୍ସ କରୁଣ ନିଦାରୁଣ ମୃତ୍ୟୁଠାରୁ ଗୌରୀ ପାଖରେ ସେଦିନ ବଡ଼ ହୋଇଥିଲା ନିଜର ଚିନ୍ତା... ନିଜ ଜୀବନ ବଞ୍ଚେଇବାର ଚିନ୍ତା ଏତେ ଆଶ୍ୱାସ ଏତେ ଦରଦ ଏତେ ସହାନୁଭୂତି ତାକୁ ଦମ୍ଭ ଦେଲା... ତା'ପରେ ଆସିଲା ଏତେ ଗୁଡ଼ାଏ ଟଙ୍କା... ଯାହା ସେ ଜୀବନରେ ଦେଖି ନଥିଲା ଗୌରୀ ଭାଗ୍ୟକୁ କ୍ଷମା କଲା... ଗୌରୀ ମଣିଷକୁ କ୍ଷମା କଲା... ବିଶ୍ୱାସ କଲା ମଧ୍ୟ -। ସେ ଆଉ କେମିତି ଜାଣିଥାନ୍ତା ଯେ ମଣିଷ ଏକ ଏକକ ସତ୍ତା ନୁହେଁ ବିଭିନ୍ନ ସତ୍ତା ବିଭିନ୍ନ ଗାଣିତିକ ଜଟିଳ ସୂତ୍ରର ସମାବେଶ। ସେ କେମିତି ବୁଝି ପାରିଥାନ୍ତା ଯେ ଆକାଶ ପାତାଳର ଏକ ମଧ୍ୟ ସଂକୀର୍ଣ୍ଣ ସେତୁରେ ମଣିଷ ଦୋଦୁଲ୍ୟମାନ ଦୁର୍ବଳଟିଏ। ଯିଏ ଅନ୍ଧାର ହାତରୁ ଖସିଯାଇ ପାରୁନାହିଁ କି ଆଲୁଅ ହାତରେ ଆତ୍ମସମର୍ପଣ କରି ପାରୁନାହିଁ... ତା'ର କ'ଣ ଏତେ ବୁଦ୍ଧି ଅଛି... ଯେ ଏସବୁ ବୁଝି ପାରିବ। ସେ'ତ ଏଇ ଆଞ୍ଜୁଳାକ ଟଙ୍କାରେ କେତେ ଆଞ୍ଜୁଳା, ସୁଖ କେତେ ନିର୍ଭରତା, କେତେ ବେଶି ନିରାପତ୍ତା କିଣି ହେବ ଦୀର୍ଘ ଏକୁଟିଆ ଜୀବନରେ କେତେ ପାଥେୟ ସଞ୍ଚହେବ କେବଳ ସେଇକଥା ଭାବୁଥିଲା ସେଇ ଚିନ୍ତା କରୁଥିଲ କିନ୍ତୁ ଏଡ଼େ ଚଞ୍ଚଳ ସେ ଚିନ୍ତାର ଖିଅ ଅଡ଼ୁଆ ତଡ଼ୁଆ ହୋଇଯିବ। ଭାବନା ଗୋଳମାଳ ହୋଇଯିବ, ଏଡ଼େ ତ୍ୱରାନ୍ୱୀତଭାବେ ପଟ୍ଟପରିବର୍ତ୍ତନ ହୋଇଯିବ ସେକଥା ଗୌରୀ ଆଶା କରି ନଥିଲେ ଅଶୌଚ ଦିନ କେତେଟା ମାତ୍ର ବିତୁ ନ ବିତୁଣୁ ଚକିତ ହୋଇ ଦେଖିଲା ଦୁନିଆର ଆଉ ଗୋଟାଏ ରୂପ। ସତେ କି ମୂଖାଟା ଖସି ପଡ଼ିଲା ସତେକି ପୁରୁଣା କାନ୍ଥରୁ ଛାଡ଼ି ପଡ଼ିଲା, ନୂଆ ଚୂନ ପଲସ୍ତରା। ଅବା ରମଣର ଠିକ୍ ପୂର୍ବ କ୍ଷଣରେ ଆଖିରେ ପଡ଼ିଲା ପଳିତ ନଗ୍ନ ଜରା ବିକଳ ଅନାବରିତ ଶୀର୍ଣ୍ଣ ଦେହଟାଏ... ଗୌରୀକି ସମସ୍ତେ ବେଢ଼ିଗଲେ। ତାକୁ ପୁଳା ପୁଳା କରି ଖୁମ୍ପି ପକେଇଲେ। ତାକୁ ଚୋଟ ଚୋଟ କରି ହାଣି ପକେଇଲେ-। ଦେ ଦେ ବାହାର କର ଟଙ୍କା। ମଦନର ଶୁଦ୍ଧଘରଦିନ, ଭୂରୀ ଭୋଜନରେ ଆପ୍ପାୟୀତ କରିବାକୁ ପଡ଼ିବ ସମସ୍ତଙ୍କୁ। ଗଙ୍ଗାରେ ହାଡ଼ ପକେଇ ଆସିବାକୁ ଦି'ଜଣ ଯିବେ। କ'ଣ ଖେଳ କଥା ପଡ଼ିଚି। ଅପଘାତ ମୃତ୍ୟୁଟି। ଯୋଉ ପାଞ୍ଚଜଣ ଖିଆପିଆ, ପିଲା କୁଟୁମ୍ବ ଭୁଲି ଦିନରାତି ଏ କାମରେ ଲାଗିଛନ୍ତି, ତାଙ୍କୁ ତ ଦବୁ କିଛି ଗୌରୀ ଜଣ ଜଣ କରି ଭୟ କାତର ଦୃଷ୍ଟିରେ ସମସ୍ତଙ୍କ ମୁହଁକୁ ଚାହିଁଲା ଏ ମୁହଁ ଆଉ ସେ ମୁହଁ ନୁହେଁ ଏମାନେ ସମସ୍ତେ ଲୋଲୁପ ହିଂସ୍ର ମାଂସାଶୀ। ଶେଷକୁ ସେଇ ଦୂରଦର୍ଶୀ ଭୀରୁ ବିକଳ ପକ୍ଷୀଟିପରି ଟଙ୍କାତକ ସେମାନଙ୍କ ହାତକୁ ବଢ଼େଇ ଦେଇ ସେ ନିଶ୍ଚିତ ହୋଇଗଲା। ଉତ୍ତାପ ସମ୍ପୂର୍ଣ୍ଣ ରୂପେ ନିଃଶେଷ ହୋଇ ସେଇଟା ହିମ ଶୀତଳ ହୋଇ ସାରିଥିଲା...। କେତେବେଳେ ଆଖିର ଡୋଳା ଦିଇଟା ପାଟି ଉପରକୁ ଠେଲି ଆସିଥିଲା...। ଜିଭ ପଦାକୁ ବାହାରି ପଡ଼ିଥିଲା ସେଥିପ୍ରତି କାହାରି ଖିଆଲ ନାହିଁ। ନିଷ୍ପ୍ରାଣ ସକାଳର ସାଦା କଫିନ ଭଳି ଫିକା ଆଲୁଅରେ ପ୍ରଥମେ ଉନ୍ମୋଚିତ ହେଲା ବିଭତ୍ସ ଏକ ଶବ ଦେହ। ମଦନ ଭଳି ସେ ଖାଲି ପାଟି ଆଁ କରି ପଚାରୁ ନାହିଁ। ତା'ର ଅନାଚରିତ ସର୍ବାଙ୍ଗ ଖୋଲା ଆକାଶକୁ ଅନେଇ, ଲଜ୍ଜାନତା ପୃଥିବୀକି